ତା ଭିତରେ ପଶି ଆତାମାରୀ ଶେଯ ପାରି କ'ଣ ଆମେ ଶୋଇପାରିବା ନି? –ଠିକ୍ କହିଚୁ ମେହଲୀ। ଦେଖିଲି, ତୋ ବୁଦ୍ଧିଟା ଭାରି ମୁନିଆଁ। ମୁଣ୍ଡ ହଲେଇ ହଲେଇ ମେହଲୀ ବୁଦ୍ଧିକୁ ତାରିଫ କରିଥିଲା ପଲିଙ୍ଗା। କ'ଣ କରିବି ମେହଲୀ। ଏ ପଥର ଦେହରେ ଗାର କଟିବା ଛଡ଼ା, ମୋ ବୁଦ୍ଧିରେ କିଛି ଆସେନା। ତା ପରେ ଦକ୍ଷିଣ ପାହାଡ଼ ଚୂଡ଼ାରେ ଦୁଇଟି ଆଦିମ ମାନବ ମାନବିଙ୍କର ନୀଡ଼ ରଚନା ହେଲା ସେହି ଦିନଠାରୁ। ବିଶାଳ ଗୋଟିଏ ସୁଡ଼ଙ୍ଗଗର୍ଭରେ ଗୋଟିଏ ଆଦିମ ଗୃହସ୍ଥଳୀ। ତା ଉପରେ ନିଚ୍ଛେଦ ପଥରର ଛାତ। ଦୁଇ ଦିଗରେ ପଥର କାନ୍ଥ। ତଳେ ଅମସୃଣ ଶିଳାଶଯ୍ୟା। ସମ୍ମୁଖରେ ସୁଡ଼ଙ୍ଗଦ୍ୱାର। ମ-ଗି କାଠରେ ଶିଝା ହେଲା ମାଂସ, ମଶାଲ ଜଳିଲା ପେନୁଂ କାଠରେ। ଖାଦ୍ୟ ହେଲା ହରିଣ, ସମ୍ବର ମାଂସ, ପାହାଡ଼ୀ ଆପେଲ ଫଳ, ବହୁତ ତେରୁଙ୍ଗା ଫଳ। ବାଘ ଛାଲ, ହରିଣ ଛାଲ ହେଲା ଆସନ। ତୁଷାରଝରା ରାତ୍ରିର ଅନ୍ଧକାର ଭିତରେ ଆଙ୍ଗାମୀମାନଙ୍କ ଗାର କିଛି ସୁଲେଡ଼ି ନଡ଼ା ଆଣିଥିଲା ମେହଲୀ। ତାକୁ ବିଛେଇ ଅସଦ୍ୟ ଶୀତରେ ଶଯ୍ୟା ହେଲା ଉତ୍ତପ୍ତ। ରେଂଗମା ସମାଜ କିମ୍ବା ଆଗାଂମୀ ସମାଜ କେହିହେଲେ ପଲିଂଗା ଓ ମେହଲୀ ସଂସାରକୁ ସ୍ୱୀକାର କଲେ ନାହିଁ, ସ୍ୱୀକୃତ ଦେଲେ ନାହିଁ ସାଂଗସୁ ଋତୁର ଏହି କବୋଷ୍ଣ ଶଯ୍ୟାକୁ। ତଥାପି ସମଗ୍ର ପାହାଡ଼ୀ ପୃଥିବୀର ଭ୍ରୁକୁଟି ଏବଂ ଉଦ୍ୟତ ବର୍ଚ୍ଛାମୁଖକୁ ଅଗ୍ରାହ୍ୟ କଲେ ଦୁଇଟି ବିମୁଗ୍ଧ ପାହାଡ଼ୀ ଯୌବନ। ଦକ୍ଷିଣ ପାହାଡ଼ ଚୂଡ଼ାରେ ରଚନା କରିଗଲେ ଏକ ନିବିଡ଼ ଅନ୍ତରଙ୍ଗ ଜଗତ। ସାଂଗସୁ ୠତୁର ଶେଷ। ଆକାଶରୁ ସମସ୍ତ ତୁଷାରଝରାକୁ ତୁଚ୍ଛ କରି ଅବତୀର୍ଣ୍ଣ ହେଲା ଉଜ୍ଜ୍ୱଳ ଗ୍ରୀଷ୍ମଦିନ। ପଲିଂଗାର ପିଂଗଳବର୍ଣ୍ଣ ବକ୍ଷ ଉପରେ ମୁହଁ ଘଷୁ ଘଷୁ ଗୋଟିଏ ସୁନ୍ଦର ପ୍ରଭାତରେ ଗୋଟିଏ ରମଣୀୟ କଥା କହିଲା ମେହଲୀ –ମୋର ପିଲା ହେବ ରେ ପଲିଂଗା, ତୁ ବାପ ହେବୁ, ମୁଁ ମାଆ ହେବି। –ଭଲ କହୁଚୁ ତ? ଆରେ ତୁ କିମିତି ଜାଣିଲୁ ତୋର ଛନା ହେବ ବୋଲି। ଆଶ୍ଚର୍ଯ୍ୟ ନିର୍ବୋଧ ଦୃଷ୍ଟିରେ ଚାହିଁ ରହିଥିଲା ପଲିଂଗା ସେଦିନ ମେହଲୀକୁ। –ଖାଲି ଖାଲିରେ ତତେ କ'ଣ ଖିସ୍ତି କରୁଥିଲି? କହୁଥିଲି ପରା ତୁ ଗୋଟାଏ ଟେଫଗଂ ପିଲା! ଦେଖିପାରୁନୁ ମୋ ପେଟଟା କିମିତି ଫୁଲି ଉଠୁଚି? ''ହୁଁ, ହୁଁ''। ନିର୍ବୋଧ ଦୃଷ୍ଟିରେ ଚାହିଁରହିଲା ପଲିଂଗା ମେହଲୀର ପେଟଟାକୁ। ସ୍ଫୀତ ମଧ୍ୟଦେଶ, ଗୁରୁଭାର ନିତମ୍ବ ଲତପତ ସ୍ତନଚୁଡ଼ା। ତମାଭ ଦେହ ଯେମିତି କ୍ରମଶଃ ପୂରିଉଠିଛି। ଦେହଟାଯାକ ଝଲମଲ ହୋଇଉଠୁଚି ଉଜ୍ଜ୍ୱଳ ଚର୍ମରେ। ଢଳ ଢଳ ମୁଖ। ଲିଭିଆସିଚି ପିଂଗଳ ଦୃଷ୍ଟିରୁ ପାହାଡ଼ୀ ବିଦ୍ୟୁତ୍। ମଧୁର ଆଳସ୍ୟରେ ଭରିଉଠିଚି ଆଖିପକ୍ଷୁ। ଅପଲକ ନେତ୍ରରେ ଚାହିଁରହିଥାଏ ପଲିଙ୍ଗା। ସେମିତି ଚାହିଁ ରହିଥାଏ, ଏକବାରେ ନିର୍ନିମେଷ। ମେହଲୀ କହିଲା, ଝିଅ ହେବ। କିମିତି ଜାଣିଲୁ? ଘନିଷ୍ଠ ହୋଇ ଲାଗିଆସିଲା ପଲିଂଗା। –କାଲି ରାତିରେ ସ୍ୱପ୍ନ ଦେଖିଚି ଗୋଟାଏ ମୟାଲ ଗୋଟାଏ ସମ୍ବରର ମୁଣ୍ଡକୁ ଗିଳି ପକାଉଚି ହାଁକରି। ''ହୁଁ ହୁଁ''-ମୁଣ୍ଡକୁ ହଲେଇ କହିଲା ପଲିଂଗା। -ସବୁ ତ ବୁଝୁଚି, ହେଲା କ'ଣ, ଝିଅ ହେବ ବୋଲି ତୁ କିମିତି ଜାଣିଲୁ? –ମୋ ମା'ଠୁ ଶୁଣିଚି, ଇମିତି ସ୍ୱପ୍ନ ଦେଖିଲେ ଝିଅ ହୁଏ। ବଡ଼ ମଜା ଲାଗୁଚି ନା? ଟେନେନ୍ୟୁ ମିଂଗଲୁ ତୁ ବହୁତ ପାଇବୁ ରେ। ତୁ ବାପ କିନା! ଖୁସି ଗଳାରେ କଥାଗୁଡ଼ାକ ଉଚ୍ଚାରଣ କରୁ କରୁ ଯେମିତି କଣ୍ଠରୋଧ ହୋଇଆସୁଥାଏ ତାର। ଉଜ୍ଜ୍ୱଳ ମୁଖଟାରେ ଯେମିତି କଳା ମେଘ ଛାଇ ହୋଇଆସିଲା। ଏକବାରେ ସ୍ତବ୍ଧ ହୋଇପଡ଼ିଲା ସେ। –କିଲୋ, କଥା କହୁ କହୁ ରହିଗଲୁ ଯେ! କ'ଣ ହେଲା ତୋର? ସଂଶୟ ଦୃଷ୍ଟିରେ ଚାହିଁରହିଲା ପଲିଙ୍ଗା। –ଝିଅ ତ ହେବ, କିନ୍ତୁ ବାହା ଦେବା କିମିତି? ଆମେ ଲୁଚିରହିବା ଏହି ପାହାଡ଼ ସୁଡ଼ଙ୍ଗରେ। ତୋ ବସ୍ତିକୁ ଯିବାର ତ ଉପାୟ ନାହିଁ। ଆମ ବସ୍ତିକୁ ଗଲେ ମୁଣ୍ଡଗଣ୍ଡି ଟିକି ଟିକି। ଝିଅ ବିବାହରେ ଯଉତୁକ ପାଇବୁ କିମିତି? –ଦରକାର ନାହିଁ ଟେନେନ୍ୟୁ ମିଙ୍ଗଲୁ। ବସ୍ତିକୁ ଆମେ ଯିବା ନାହିଁ। ପୀରତି କରିଛେ ବୋଲି ଯଦି ଶୟତାନମାନେ ଆମକୁ ମାରିଦେବେ ସେ ବସ୍ତିକୁ ଗୁଳି ମାର। ଆମ ଝିଅ ଏହି ସୁଡ଼ଙ୍ଗରେ ବଡ଼ ହେବ।